ତାହା ବର୍ତ୍ତମାନ ମଧ୍ୟ ଚାଲିଛି। ବହୁ ପ୍ରତିଷ୍ଠିତ ଲେଖକଙ୍କ ପରି ଲେଖକଙ୍କର ବିବାହ ହୁଏ ବହୁ ବିଳମ୍ବରେ। ବର୍ଷ ବୟସରେ ମସିହାରେ ସେ ବିବାହ କରନ୍ତି ବିଖ୍ୟାତ ଆଇନଜ୍ଞା ଶ୍ରୀମତୀ ଶୈଳବାଳା ପଟ୍ଟନାୟକଙ୍କୁ। ଶ୍ରୀମତୀ ଶୈଳବାଳା ସମଭାବରେ ରାଜନୀତି ଓ ଆଇନ କ୍ଷେତ୍ରରେ ସୁପ୍ରତିଷ୍ଠିତା। କେତେବେଳେ ଲୋକସଭା ପାଇଁ ପ୍ରାର୍ଥୀ ତ କେତେବେଳେ ବିଧାନସଭା ପାଇଁ ପ୍ରାର୍ଥୀ; କିନ୍ତୁ ସ୍ୱାଧୀନ ଭାବେ କୌଣସି ରାଜନୈତିକ ଦଳ ସହିତ ସେ ସଂପୃକ୍ତ ହୋଇ ନ ଥିଲେ। ମସିହାରେ ଲେଖକଙ୍କର ଏକମାତ୍ର ପୁତ୍ର ଜନ୍ମ। ଚତୁର୍ଥ ଦଶକର ପ୍ରାରମ୍ଭରୁ ଲେଖା ଆରମ୍ଭ କରି ଆଜକୁ ଦୀର୍ଘ ବର୍ଷ ହେଲା ସେ ଖଣ୍ଡ ଉପନ୍ୟାସ, ଖଣ୍ଡ ଗଳ୍ପ, ଖଣ୍ଡ ସମାଲୋଚନା ପୁସ୍ତକର ସ୍ରଷ୍ଟା ହିସାବରେ ସମ୍ମାନିତ। ତାଙ୍କର 'ତୁଠପଥର', 'ପଥୁକୀ', ଗଳ୍ପ ପୁସ୍ତକଗୁଡ଼ିକ ରୁ ପର୍ଯ୍ୟନ୍ତ ମ୍ୟାଟ୍ରିକୁଲେସନରେ ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହେଉଥିଲା। ତାଙ୍କର ଗଳ୍ପ ଉପନ୍ୟାସ ଓଡ଼ିଆ ସାହିତ୍ୟର ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ସେଭଳି ଲେଖା ଓଡ଼ିଶାରେ କେହି ଲେଖିବାକୁ ଆଜିପର୍ଯ୍ୟନ୍ତ ସକ୍ଷମ ହୋଇ ନାହାନ୍ତି। 'ଘାସ' ତାଙ୍କର ସର୍ବଶ୍ରେଷ୍ଠ ଗଳ୍ପ ହିସାବରେ ଆଦୃତ। ତାଙ୍କର ଡିସେମ୍ବରରେ ପ୍ରକାଶ ପାଇଥିବା ସଦ୍ୟତମ ଉପନ୍ୟାସ ହେଲା 'ପ୍ରୀତିର ବଣିଜ'। କଲେଜ ଶେଷ ହୋଇଛି-ପଢ଼ା ଆଉ ପରୀକ୍ଷା। ବଡ଼ ବିଚିତ୍ର ଅନୁଷ୍ଠାନଟିଏ ହେଉଛି ବିଦ୍ୟାଳୟ-ପାଠଶାଳା। ପଢ଼ ବା ନ ପଢ଼, ସେଠି ଥାଅ ବା ନ ଥାଅ, ଠିକ୍ ତାହାର ବର୍ଷଟିଏ ଗତ ହେଇଗଲେ ସତେ ଯେପରି ସ୍କୁଲ କଲେଜର ପାଣି ପବନରୁ ଶିକ୍ଷାର ଗୋଟାଏ ସରୁ ଆବରଣ ଦେହରେ ଲାଗିଯାଏ। ସ୍କୁଲ କଲେଜକୁ ନ ଯାଇ ସେତିକି ପାଠ ବା ତହିଁରୁ ଅଧିକ ପାଠ ପଢ଼ିଲେ ମଧ୍ୟ ଶିକ୍ଷାର ମାର୍ଜିତ ସଂସ୍କୃତି ଓ ଯୋଗ୍ୟତା ଦେହରେ ଲାଗେ ନାହିଁ। ସେହି କଲେଜ ପାଠ ସରିଛି। ଅଧିକ ପଢ଼ିବା ଲୋକ ଅନ୍ୟ ଆଡ଼େ ବଡ଼ କଲେଜକୁ ପଢ଼ିବା ପାଇଁ ଯିବେ। ସମସ୍ତଙ୍କ ଜୀବନରେ କଲେଜର କେଇଟି ବର୍ଷ ଯୋଡ଼ିହୋଇ ଯାଇଛି-ଷୋଳବର୍ଷ ବେଳକୁ ମୁହଁ ଉପରର ଦାଢ଼ି ନିଶ ଓ ଛାତି ଉପରର ମାଂସପେଶୀ ଗଜୁରୀ ଉଠିଲା ପରି-। ଖାଅ ବା ନ ଖାଅ, ପିନ୍ଧ କି ଲଙ୍ଗଳା ରହ ଯେମିତି ବର୍ଷ ଗଡ଼ିଲେ ଯୌବନ ଆସେ ଠିକ୍ ସେମିତି ପାଠ-ବର୍ଷ ସରିଲେ ବିଦ୍ୟା ଆସେ। ରମାକାନ୍ତ ଆଉ ଭଜକୃଷ୍ଣ ହେଲେ ସେହି କଲେଜର ଦୁଇଟି ଗରିବ ଛାତ୍ର-ନିଜର ମେଧା ମସ୍ତିଷ୍କକୁ ଲଢ଼ାଇ ଥିଲେ ଦୁର୍ଦ୍ଦିନ ସାଙ୍ଗରେ। ସେହି ଶ୍ରେଣୀର ଅନେକ ଛାତ୍ରୀଙ୍କ ଭିତରେ ଅଳକାରାଣୀ ମଧ୍ୟ ଜଣେ। ସେ ତାହାର ତରଳ ଯୌବନକୁ ନିଜର ଧନ ଗର୍ବର ଉତ୍ସୃଙ୍ଖଳତାରେ ବେତାଳିଆ କରି ସେହି ବଳକୁ ନେଇ ଲଢ଼ାଇଥିଲା ପଢ଼ା ସାଙ୍ଗରେ-ସତେ ଯେପରି ସେ ନିଜକୁ ପଚାରୁଥିଲା- ବିଦ୍ୟା ବଡ଼ ନା ଧନ ବଡ଼? ଧନ ଥିଲେ ବିଦ୍ୟା ନ ଆସି ରହି ପାରିବ କି? ପଢ଼ିବା ପାଇଁ କ'ଣ ଚରିତ୍ରର ବଳ ଦରକାର? ଖିଆଲ କ'ଣ ବୁଦ୍ଧିକୁ ମାରିଦିଏ? ବେଳେବେଳେ ଏହି ଗରିବ ମେଧାବୀ ଛାତ୍ର ଦୁଇଟିଙ୍କୁ ପହଲି କରି ଅଳକା ପଚାରେ-କ'ଣ ରମାକାନ୍ତ? -ହେ ଭଜକୃଷ୍ଣ? -କଲେଜରେ ବିଦ୍ୟା ବଡ଼ ନା ଧନର ଖିଆଲ ବଡ଼? କଲେଜ କ'ଣ ଧନରେ ଗଢ଼ା ନା ବିଦ୍ୟାରେ ଗଢ଼ା? ରମାକାନ୍ତ ସେଦିନ ଅଳକା କଥା ଭାବୁଥିଲା। ଏମିତି ସେ ଭାବି ଆସିଛି ଅନେକ ଦିନ-ପାହାଡ଼ ଚଢ଼ାଳୀର ହିମାଳୟର ସ୍ୱପ୍ନ ପରି। ଦିନେ ସେ ଆସିବ। ଜୀବନକୁ ପଣ କରି ହିମାଳୟର ଉଚ୍ଚତାକୁ ଓ ସେହି